ଏଇ ମାନମୟୀ ଭାରି ଖିଆଲବାଜ୍। କାକୁସ୍ଥ ହେଇ ଆସି ରମାକାନ୍ତ ବସିଲା। -କି, ଏମିତି କାହିଁକି ହଉଛ? ତୁମକୁ କ'ଣ କିଏ ହାଣକୁ ନେଉଛି? ଆସିଛ-ବେଶ୍ ନିଜ ପରି ହେଇ ଖୁସି ଆନନ୍ଦ ହୁଅ। କାନ୍ଦିବା ସକେଇବା ପାଇଁ ବହୁତ ଜାଗା ଅଛି। ଆଉ ସେମିତି ଅସଂଖ୍ୟ ଦୁର୍ଦ୍ଦଶା ବି ଅଛି। -ମୁଁ ମଲିଣି ଆସି। -ଏତିକିରେ? ଆହେ ସଖା, ଏମିତିରେ କେହି ମରିପାରେ ନାହିଁ। ମଲା ପରି ଛଟା ଗାଳେ। ମରଣ କୁଆଡ଼େ ଭାରି ତୀବ୍ର। ମଉଜ ମଜ୍ଲିସରେ କ'ଣ କିଏ କେବେ ମରିଛି? -କି ମଉଜ? -ଓ? ଏତିକି ପାଇଁ ଲୋକେ ହଜାର ହଜାର ଟଙ୍କା ଖରଚ କରି ଅସଂଖ୍ୟ ପ୍ରକାରର ବିଭଙ୍ଗ ରୂପ ଦେଖାଇବାକୁ ତିଆର। ତମେ କ'ଣ ପାଇଛ ଜାଣିଲି ନାହିଁ। ତେଣୁ ତମେ କ'ଣ ହରାଇଲ-ସେତକ ବୁଝି ପାରିଲ ନାହିଁ। -ଆଜି ଗୋଟାଏ ଶିକ୍ଷାର ଦିନ। -ହେ, ଓଲୁ ମହାରାଜ, ଏଇସବୁ ଶିକ୍ଷାଦୀକ୍ଷା ପୁରୁଣା-କାଳିଆ ଗପ। ସେଗୁଡ଼ାକ ଛାଡ଼ିଦିଅ। ଏଠି ସମସ୍ତେ ଫୁଙ୍ଗୁଳା-ନଗ୍ନତା ଦେଖିଛ? -ନା। -ସବୁ କଥାକୁ ନା-ମନା। ତୁମକୁ ମଣିଷଟିଏ କରି ଏଇ ସଂସାରକୁ ଆଣିଲା କିଏ? ଆସିଲା ବେଳେ କ'ଣ ପାଞ୍ଚଟା ଲୁଗା ପିନ୍ଧି ଆସିଥିଲ? -ନା। -କେଉଁଦିନ ଲୁଗା ପିନ୍ଧିଲ ମନେ ଅଛି? -ନା। -କେଉଁଦିନ ଲୁଗା ପିନ୍ଧିବ ନାହିଁ କହି ପାରିବ? -ନା। -ମଲାବେଳେ ମଣିଷ କ'ଣ ଲୁଗା ପିନ୍ଧି ପୋଡ଼ା ହୁଏ। -ନା। -ତାହାହେଲେ ଏଠି ଏତେ ପ୍ରସ୍ତ ଲାଜର ଓଢ଼ଣା ପିନ୍ଧୁଛ କାହିଁକି? -ଲାଜ ମାଡ଼ୁଛି। -ନା, ଡର ମାଡ଼ୁଛି? ସ୍ୱାଧୀନ ହେବାକୁ ଇଚ୍ଛା। ଏଣେ ସ୍ୱାଧୀନତାକୁ ଡର। ଭଲ ପାଇବାକୁ ଇଚ୍ଛା-ଏଣେ ପାଇବା ଦେଖିଲେ ଥରହର। -କ'ଣ ଠିକ୍? -ହଁ। -ତୁମକୁ ରମାକାନ୍ତ, ଅନେକ କଥା ଶିଖିବାକୁ ହେବ। ଏଇ ସଂସାର ହେଉଛି ନିର୍ଲଜଙ୍କର। ଯାହାର ଲାଜ ଯେତେ କମ୍, ସେ ସେତିକି ବଡ଼। -କେଜାଣି। -ହଉ ରହ ଟିକିଏ। ମାନମୟୀ ଆସିଗଲା ପରା। ମଟରର ଶବ୍ଦ ଶୁଭୁଛି। -ମନା କରୁଥିଲ। ସେ ଆସିବେ ନାହିଁ ବୋଲି କହିଲ। -କହିଲି ସିନା। ସେଇଆ ଭାବିଥିଲି। ତେବେ ନାରୀଙ୍କର କୌତୂହଳ ହେଉଛି ବଡ଼ କ୍ଷମତାଶାଳୀ କଳ। ବୋଧହୁଏ ଭଜକୃଷ୍ଣ ସାଙ୍ଗରେ ମାନମୟୀର କିଛି ବିଶେଷ ଅଡ଼ୁଆ ରହିଛି-। ନ ହେଲେ ସେ ଏମିତି ବସିବା ଥାନରୁ ଉଠିବ କାହିଁକି? -ମୁଁ ପଳାଏଁ। -ସେ ତ ବାଟରେ ତୁମକୁ ଧରିବ। -ସେ କ'ଣ ଚିହ୍ନିଛି ରମାକାନ୍ତକୁ? -କିଏ ଜାଣେଁ? କିଏ କାହାକୁ କାହିଁକି କେମିତି କେତେବେଳେ କେଉଁ ପ୍ରକାରରେ ଚିହ୍ନିଲା? -ତେବେ ମତେ କେଉଁଠି ଟିକିଏ ଲୁଚିବାକୁ ଜାଗା ଦିଅ। -ଏଠି? କେଉଁଠି ଲୁଚିବ? -ଫାଟକ ଭିତରକୁ ମାନମୟୀର ଗାଡ଼ି ଆସିଲା-ସେ ଏକା-ନିଜେ ମଟର ଚଳାଉଛି। ରମାକାନ୍ତ ପରଦା ଫାଙ୍କରୁ ଦେଖିଲା। ମାନମୟୀକୁ ପାଛୋଟି ଆଣିବାକୁ ଅଳକା ବାହାରି ଗଲା। -କ'ଣ ମାନମୟୀ? ଭାରି ଚଞ୍ଚଳ ଆସିଲ? ମୁଁ ପରା ମନା କରୁଥିଲି। -ମୋର ଟିକିଏ କଥାଥିଲା। ତମର ସେଇ ବାବୁଟି' ସାଙ୍ଗରେ। -ସେ ଚାହୁଁ ନାହାନ୍ତି ତମ ସାଙ୍ଗରେ ଭେଟ ହେବାକୁ। -ସିଏ ତ ଉତ୍ତମ କଥା। ମୋର କାମ ଅଛି। -ହୋ, ରମାକାନ୍ତବାବୁ, ଆସ। ମାନମୟୀ ଦେବୀ ଆସିଛନ୍ତି ତୁମ ସାଙ୍ଗରେ କଥା ହେବାକୁ। ସେତେବେଳକୁ ରମାକାନ୍ତ ଯାଇ ଗାଧୁଆଘରେ ଲୁଚି ଯାଇଛନ୍ତି। ଜବାବ ନ ପାଇ ଅଳକା ଓ ମାନମୟୀ ଘର ଭିତକୁ ଆସି ଦେଖିଲେ କୋଠରୀ ଖାଲି। -ଗଲେ କୁଆଡ଼େ? -ଅଳକା ଚାରିଆଡ଼କୁ ଆଖି ପକାଇ ଆଗ ଦୁଆର ଦେଇ ବାହାରକୁ ଚାହିଁଲା। ଏତେ ଅଳ୍ପ ସମୟରେ ଅଦୃଶ୍ୟ। -ହଉ, ହଉ ବୁଝାଗଲା। ମାନିନୀ ସାଙ୍ଗରେ ଥଟ୍ଟା ହେଉଥିଲା। -ସତରେ। ଥଟ୍ଟା ନୁହେଁ। ତମର ମାଷ୍ଟ୍ର ଭଜକୃଷ୍ଣଙ୍କର ଜଣେ ସାଙ୍ଗ। -ଛାଡ଼। -ଆଚ୍ଛା, ମାଷ୍ଟର ସାହେବଙ୍କ ସାଙ୍ଗରେ କ'ଣ କଳି ହୋଇଛି? -କହୁଛି ଯେ। ସେ ସାଙ୍ଗଟି ଏଠିକି କ'ଣ ପାଇଁ ଆସିଥିଲେ? ଦିହେଁ କ'ଣ ଏକା ପ୍ରକାରର ଲୋକ? -ଏକା ପ୍ରକାରର? କେଉଁ ପ୍ରକାର କେଜାଣି? ଏଠିକି ଆସିବା ପଟଟି ଗୋଟିଏ-ଗଙ୍ଗାଜଳ। ଭଜକୃଷ୍ଣବାବୁ କିପରି ଲୋକ?